ସେ ଛାଟିପିଟି ହୁଏ ନିଜକୁ ସନିଆର ବାହୁରୁ ମୁକ୍ତ କରିବା ପାଇଁ। ସନିଆ ନିଜର ଅବସନ୍ନ ଦେହଟାକୁ ହେଁସ ଉପରେ ଲୋଟେଇ ଦେଇ ତାଗିତ କଲାଭଲି ସ୍ୱରରେ କହେ ''ଚମ୍ପା! ଟିକିଏ ସଅଳ କାମ ସାରିଦେ। ନୋହିଲେ ମୁଁ ଶୋଇଲି। ପଛକୁ ଆଉ ଦୋଷ ଦେବୁ ନାହିଁ। '' ଚମ୍ପା ନ ଶୁଣିଲା ଭଳି ମୁହଁ ବୁଲାଇ ଚାଲିଯାଏ। ତା'ର ମନ ମଧ୍ୟରେ ସୁନାନଈର ଜୁଆର ଭଳି ଆନନ୍ଦର ଅସଂଖ୍ୟ ଜୁଆର ମାଡ଼ିଆସେ। ସେ ଏଆଡ଼ୁ ସେଆଡ଼ୁ ପାଟିରେ ଦୁଇପୁଞ୍ଜା ଗୁଞ୍ଜିଦେଇ ବିଛଣା ପାଖକୁ ଆସିଲାବେଳକୁ ସନିଆର ନାକର ଶବ୍ଦ ଗାଢ଼ରୁ ଗାଢ଼ତର ହୋଇଆସୁଥାଏ। ସକାଳୁ ସନିଆ ଚମ୍ପା ମୁହଁକୁ ଲାଜରେ ଅନାଇପାରେ ନାହିଁ। ଚମ୍ପା ପାଖରେ ନିଜକୁ ନିଜେ ସେ ଅପରାଧୀ ବୋଲି ମନେକରେ। ପୁଣି କାମକୁ ଯାଏ। ତା'ର ବଳୁଆ ହାତରେ ସେ ଏକାଧିକ୍ରମେ ଘଣ୍ଟା ଘଣ୍ଟା ଧରି ଓଜନିଆ ମାରତୁଲରେ ପଥର ଭାଙ୍ଗେ। ମୁଣ୍ଡ ଉପରକୁ ସୂର୍ଯ୍ୟ ଆସେ। ଗୋଡ଼ତଳର ପଥର ନିଆଁଭଳି ତାତିଯାଏ। କାରଖାନାରୁ ବିଗୁଲ ବାଜେ। ଶ୍ରମିକମାନେ ଛୁଟି ପାଆନ୍ତି। ସନିଆ ଲେଢ଼ିରେ କପାଳରୁ ଝାଳ ପୋଛେ। ଚମ୍ପାର ଦଳ ଦଳ ଆଖି। ପୂରିଲା ପୂରିଲା ମୁହଁ ଓ ଖିଲି ଖିଲି ହସ ସନିଆର ଆଖି ଆଗରେ ନାଚିଯାଏ। ସେ ମୁହଁ ବୁଲାଇ ପଛକୁ ଚାହେଁ। କାରଖାନାର ଚିମିନିର କଳାଧୂଆଁର ବଉଦ ତଳେ କୁଲିବସ୍ତିର ଛୋଟ ଛୋଟ କୁଡ଼ିଆଗୁଡ଼ିକ ଲୁଚିଯାଏ। ସେଦିନ ସନିଆର ଛୁଟି। ଆନନ୍ଦରେ ଚମ୍ପାର ଛାତି କୁରୁଳି ଉଠୁଥାଏ। ଆଜି ଏତେ ଦିନପରେ ଭଗବାନ ତା'ର ଆଶା ପୂରଣ କରିବେ। ସେ ଘର କାମ ତରବରରେ ସାରି ଦେଇ ତା'ର ଗୋରା ତକ ତକ ପତଳା ଦେହକୁ ସୁନାନଈର କାଲୁଆ ପାଣିରେ ଘଷି ମାଜି ପରିଷ୍କାର କରିଦେଇ ଘରକୁ ଫେରିଲା। ସନିଆ ଯେତେ ଚେଷ୍ଟା କଲେ ମଧ୍ୟ ଆଜି ତା' ଦେହରେ ଗୋଟିଏହେଲେ ଅସନାଦାଗ ଦେଖିପାରିବ ନାହିଁ। ଏହା ଭାବି ଚମ୍ପା ଆନନ୍ଦରେ ଆତ୍ମହରା ହୋଇଗଲା। ମନରେ ଶତ ଆଶା ଓ ଆକାଙ୍କ୍ଷା ନେଇ ସେ ଅପେକ୍ଷା କଲା ସନ୍ଧ୍ୟାର ଆଗମନକୁ-। କ୍ରମେ କ୍ରମେ ସୂର୍ଯ୍ୟ ବନେଇକଳା ପାହାଡ଼ରୁ। ଆରପଟକୁ ଖସିଗଲେ। ଗଛଲତା ଦେହରୁ ଧୀରେ ଧୀରେ ସନ୍ଧ୍ୟା କୁଲିବସ୍ତିକୁ ଓହ୍ଲାଇ ଆସିଲା। ଚମ୍ପା ରନ୍ଧାବଢ଼ା ସାରି ସନିଆ ଅପେକ୍ଷାରେ ଦ୍ୱାର ପାଖରେ ଏପଟ ସେପଟ ହେଉଥାଏ। ତଥାପି ସନିଆର ଦେଖା ନାହିଁ। ''କାହିଁକି ସେ ପରଝିଅଟାକୁ ଆଣି ଏତେ ଦହଗଞ୍ଜ କରୁଛି'' ଏତିକି କହି ଚମ୍ପା ଘର ଭିତରକୁ ପଶିଗଲା। ଚମ୍ପା ଏକଧିଆନରେ ଅନାଇଲା ବିଛଣାରେ ପଡ଼ିଥିବା ଗୋଟିଏ ଗୋଲାପ ଫୁଲକୁ। ସନିଆ ଆଜି ସେ ଫୁଲଟି ଚମ୍ପାର ଖୋସାରେ ଖୋସିଦେଇ ଯେତେବେଳେ ତାକୁ କୋଳକୁ ଟାଣିନେବ ସେତେବେଳେ ସେ ସନିଆ ମୁହଁକୁ ଅନାଇ ପାରିବ ତ? ଛିଃ ଦୁନିଆରେ ଯେତେସବୁ ଲାଜକଥା। ଆଉ ବେଶିକିଛି ସେ ଭାବିପାରିଲା ନାହିଁ। ତା'ର ଭାବନାରେ ବାଧାଦେଇ ରାଧୀଆଈ ଆସି କହିଲା, ''ଆଲୋ ଚମ୍ପା! ବିଛଣା ଟିକିଏ ପାରିଦେଲୁ। '' ସନିଆକୁ ବିଛଣାରେ ଶୁଆଇଦେଇ ରାଧୀଆଈର ଚାଲି ଯାଉଁ ଯାଉଁ କହିଲା, ''ଯେତେ ମନାକଲେ କ'ଣ ସନିଆ ମାନିବା ଜନ୍ତୁ। ସେ କାଳୀପେତିନୀ ଗୌରୀ କି ଜଡ଼ିବୁଟି ଜାଣିଛି କେଜାଣି-। ସନିଆ ତାକୁ ସଞ୍ଜେସକାଳେ ନ ଦେଖିଲେ କ'ଣ ଆଉ ଥୟ ଧରୁଛି। ଘରେ ରଜାଝିଅ ଭଳି ବୋହୂ। ସେଥିରେ ପୁଣି କ'ଣ ନା ସେ କାଳୀକୁତୁରୀ ସଙ୍ଗେ ହସ କଉତୁକ। ମା ବସୁଧା! ତୁ ଫାଟିଯା। ମୁଁ ଏତିକି କହି ରାଧୀଆଈ ଗରଗର ହୋଇ ଚାଲିଗଲା। '' ଚମ୍ପାର ମନ ଫଟାଇ ଦେବାକୁ ଗୌରୀର ନାମଟା ରାଧୀଆଈ ସନିଆ ସଙ୍ଗରେ ଯୋଡ଼ି ଦେଇଥିଲା ସେଦିନ। ରାଧୀଆଈର କଥାପଦକ ଚମ୍ପାର କଲିଜାରେ ଯେପରି ଛୁରିଚଳାଇ ଦେଲା ତାକୁ ସେହିପରି ଲାଗିଲା। ସେ ନିଜର ଅସ୍ତିତ୍ୱ ଅନୁଭବ କରିପାରିଲା ନାହିଁ। ତାକୁ ଜଣାଗଲା ସତେ ଯେପରି ତା'ର ଗୋଡ଼ ତଳରୁ ପୃଥିବୀଟା ଧୀରେ ଧୀରେ ଘୁଞ୍ଚି ଯାଉଛି। ଆଉ ସେ ଚାଲିଯାଉଛି ପାତାଳ ପୁରୀର କେଉଁ ଏକ ଅନ୍ଧକାରର ଗହ୍ୱର ଭିତରକୁ। ସନିଆ ବେହୋସ। ମୁହଁରେ ମହୁଲୀ ମଦର ଅସନା ଗନ୍ଧ। ଚମ୍ପାର ଆଖିପତା ଫାଟି ଧାର ଧାର ଲୁହ ତାହାର ଚିକ୍କଣ ଗାଲ ଉପରେ ଗଡ଼ିଆସିଲା। ସେ ସନିଆକୁ ଦୀର୍ଘ ସମୟ ଧରି ଅପଲକ ଦୃଷ୍ଟିରେ ଅନାଇ ରହିଲା। ସନିଆର ବଳିଷ୍ଠ ବାହୁ ଦୁଇଟି ବିଛଣା ଉପରେ ନିସ୍ତେଜ ହୋଇ ପଡ଼ିଥାଏ। ଚମ୍ପାର ପଞ୍ଜରା ଥରାଇ ବାହାରିଆସିଲା ଦୀର୍ଘଶ୍ୱାସ।